ତା' ନ ହେଲେ ଆମର ରକେଟ୍ ଗୁଡ଼ିକ କିପରି ଓହ୍ଲାଇଲା, ବା କି ବାଧା-ବିପଦ ପଡ଼ିଲା ତାହା ଆମେ ଜାଣିପାରିବୁ କିପରି? ଏହି ସବୁ ରକେଟ୍ରେ ମଣିଷର ଖାଦ୍ୟ, ବସ୍ତ୍ର, ଜାଳେଣି ଦ୍ରବ୍ୟ ଓ ମଣିଷର ଦରକାରୀ ଯାବତୀୟ ସରଞ୍ଜାମ ଏଠାରୁ ଚନ୍ଦ୍ରମଣ୍ଡଳକୁ ପଠାଯିବ। ଚନ୍ଦ୍ରଲୋକରେ ମଣିଷର ପ୍ରଥମ ବସତି ନିମନ୍ତେ ଯାବତୀୟ ସରଞ୍ଜାମ ଏହି ଉପଗ୍ରହକୁ ଯାଇ ପହଞ୍ଚିସାରିଲା ପରେ, ଆମ ଉପଗ୍ରହରୁ ପ୍ରଥମ ଦଳ ଯାତ୍ରୀଙ୍କୁ ଧରି ରକେଟ୍ଯାନ ଚାଲିବ ଚନ୍ଦ୍ରଲୋକ ଅଭିମୁଖରେ। ଆମର ଯାତ୍ରୀମାନେ ସେଠାରେ ଓହ୍ଲାଇବା ପୂର୍ବରୁ ପହଞ୍ଚିଥିବା ଜିନିଷପତ୍ରକୁ ଯୋଗାଡ଼ କରିନେଇ ନିକଟସ୍ଥ ପର୍ବତ କ୍ରୋଡ଼ରେ ସର୍ବପ୍ରଥମ ପ୍ଳାଷ୍ଟିକ୍ସ ଗୁହା ତିଆରି କରିବେ। ଏହି ଗୁହାଗୁଡ଼ିକ ଭିତରେ ବାୟୁ ପୁରାଇ ବଞ୍ଚିପାରିଲା ଭଳି ଅବସ୍ଥା ସୃଷ୍ଟି କରାହେବ। ଏହି ଗୁହାଗୁଡ଼ିକ ଯେପରି ଉଲ୍କା ଆକ୍ରମଣରୁ ଧ୍ୱସ୍ତବିଧ୍ୱସ୍ତ ହୋଇ ନ ଯାଏ, ସେଥିପାଇଁ ବିଭିନ୍ନ ବନ୍ଦୋବସ୍ତ କରିବାକୁ ପଡ଼ିବ। ଧୀରେ ଧୀରେ ପୃଥିବୀରୁ ଆମ ଉପଗ୍ରହ ଦେଇ ବିଭିନ୍ନ ଯନ୍ତ୍ରପାତି ସାଜ-ସରଞ୍ଜାମ ବୁହାହୋଇ ସେଠାରେ ଏକ ଆଧୁନିକ ଧରଣର ସହର ପ୍ରତିଷ୍ଠା କରାହେବ। ପୃଥିବୀରୁ ଖାଦ୍ୟ, ଜଳ, ବାୟୁ, ପୋଷାକ-ପରିଚ୍ଛଦଆଦି ପଠାହୋଇ ସେହି ସହରର ଅଧିବାସୀମାନଙ୍କୁ ଯୋଗାଇ ଦିଆହେବ। ସେହି ସହରର ଅଧିବାସୀମାନେ ତତ୍ପରେ ଚନ୍ଦ୍ରଲୋକରେ ଖୋଜିବୁଲିବେ, କେଉଁଠି କି କି ଧାତୁ ଅଛି, କେଉଁଠି ସୁନା, ରୂପା, ରେଡ଼ିୟମ୍ଓ ଅନ୍ୟାନ୍ୟ ତେଜସ୍କ୍ରିୟ ପଦାର୍ଥ ଅଛି କି ନାହିଁ। ଯଦି ଦେଖାଯାଏ ଯେ ସେଠି ଏସବୁ ଧାତୁ ଅଛି, ତେବେ ସେହି ଖଣିଜଦ୍ରବ୍ୟଗୁଡ଼ିକୁ ବାହାର କରି ସେଥିରୁ ବିଭିନ୍ନ ଧାତୁ ନିଷ୍କାସନ ପାଇଁ ନାନାପ୍ରକାର କଳକାରଖାନା ବସାହେବ। ଏହିଭଳି ଧୀରେ ଧୀରେ ଆମେ ଚନ୍ଦ୍ରମଣ୍ଡଳରେ ବସତି ସ୍ଥାପନ କରି ଏହି ଲୋକଶୂନ୍ୟ ଉପଗ୍ରହକୁ ଆମର ଏକ ଉପନିବେଶରେ ପରିଣତ କରିବୁଁ। '' ଘନ ଘନ କରତାଳିରେ ବକ୍ତୃତା କକ୍ଷ ପୁଣି କମ୍ପି ଉଠିଲା। ଡିରେକ୍ଟର ଆଲେସ୍କି ଈଷତ୍ ହସି କହିଲେ, ''ସେ ଯାହାହେଉ, ମୋର ଏହି ଯୋଜନା ଓ ପ୍ରକୃତ କାର୍ଯ୍ୟ ଭିତରେ ବ୍ୟବଧାନ ଢେର୍ ଅଧିକ-ଠିକ୍ ଯେପରି ଆକାଶ ଓ ପାତାଳ ଭିତରେ। ଚନ୍ଦ୍ରମଣ୍ଡଳ ଉପରେ ଚଢ଼ାଉ କରିବା କିଛି ପିଲାଖେଳର କଥା ନୁହେଁ। ଏ ଅଭିଯାନ ସଙ୍ଗଠନ କରିବା ପାଇଁ ବୈଜ୍ଞାନିକ, ଇଞ୍ଜିନିଅର୍ ଓ ବିଭିନ୍ନ ଉତ୍ପାଦକ ବିଭାଗର କାରିଗରମାନଙ୍କର ସମ୍ମିଳିତ ଉଦ୍ୟମ ଦରକାର। ରକେଟ୍ଯାତ୍ରାର ବିବିଧ ସମସ୍ୟା ସମ୍ପର୍କରେ ଆମ ରାଷ୍ଟ୍ରରେ ଯେଉଁ ସବୁ ବିକ୍ଷିପ୍ତ ଗବେଷଣା ଚାଲିଛି, ସେଗୁଡ଼ିକୁ ସମନ୍ୱିତ କରି ଆମର ନିର୍ଣ୍ଣୟଜନିତ ବିବିଧ ସମସ୍ୟା, ରକେଟ୍ଇଞ୍ଜିନ୍ଗୁଡ଼ିକ କିପରି ଠିକ୍ମତେ ଚାଲିବ, ଉଲ୍କାଜନିତ ବିପଦକୁ କିପରି ଏଡ଼ାଇ ହେବ, ମହାକାଶ ଯାତ୍ରାବେଳେ ଯାତ୍ରୀ-ଜୀବନ କିପରି ନିରାପଦ ରହିବ ଓ ସର୍ବୋପରି ଚନ୍ଦ୍ରଲୋକକୁ ଯିବାକଥା କହିଲେ ଆଉ ଯେତେ ସମସ୍ୟା ସାଧାରଣତଃ ଦେଖାଦେବ, ସେ ସବୁ ବିଷୟରେ ବିଶେଷ ଅନୁଧ୍ୟାନ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ। ରକେଟ୍ କିପରି ନିର୍ଭୁଲଭାବେ ନିର୍ମିତ ହୋଇ, ନିର୍ବିଘ୍ନରେ ମହାକାଶ ପାରହୋଇ ଚନ୍ଦ୍ରଲୋକକୁ ଯିବ, ବୈଜ୍ଞାନିକର ସୃଜନୀ ଶକ୍ତି ପକ୍ଷରେ ଏହା ଏକ ବିଷମ ପରୀକ୍ଷା। ''ପରିଶେଷରେ ମୁଁ ବିଦାୟ ନେବା ପୂର୍ବରୁ ଆମ ରାଷ୍ଟ୍ରର ସୁବିଖ୍ୟାତ ଇନ୍ଜିନିୟରିଂ ବିଶେଷଜ୍ଞ ବୈଜ୍ଞାନିକ ଖ୍ଲେବତ୍ସେଭ୍ଙ୍କୁ ଧନ୍ୟବାଦ ଦେଇ ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଗୋଟିଏ ବିପଦସଂକୁଳ ଅଜ୍ଞାତ ସ୍ଥାନକୁ ପ୍ରଥମେ କୌଣସି ମଣିଷକୁ ନ ପଠାଇ ରେଡ଼ାର ନିୟନ୍ତ୍ରିତ ସ୍ୱୟଂକ୍ରିୟ ଯନ୍ତ୍ରଚାଳିତ ରକେଟ୍ ଓ ଅନ୍ୟାନ୍ୟ ଯନ୍ତ୍ରପାତି ପଠାଇବା କଥା ମୁଁ ମୋ ଯୋଜନାରେ ଯାହା ପ୍ରକାଶ କଲି ତାହା ପ୍ରଥମେ ସେହି